କିପରି ପଢ଼ିବି? ଅର୍ଥ ଅଭାବ ଆମ ଗରିବଙ୍କୁ ସଦାସର୍ବଦା ଗ୍ରାସକରି ରହିଲା। ଗାଁରେ ବାପା ଏକୁଟିଆ। ସେ ବି ବୁଢ଼ା ହେଲେଣି, ଆଉ ବେଶି ଖଟି ପାରୁ ନାହାଁନ୍ତି। ସେହି ଜମିବାଡ଼ିରୁ ସବୁକିଛି। ଜମି ବି ବେଶି ନାହିଁ, ମାତ୍ର ଚାରି ମାଣ। ସେ ପୁଣି ଧୋଇଆ। ପ୍ରତିବର୍ଷ ଧାନ ଧୋଇରେ ଯାଏ। ଏବେ ଟାଇଚୁଙ୍ଗ ଧାନରୁ କିଛି ମିଳୁଛି। କହିବାକୁ ଗଲେ ସେ କିଛି ନୁହେଁ। ତା'ରି ଉପରେ ନିର୍ଭର କରି କଟକରେ ରହି ପାଠ ପଢ଼ିବାଟା ସମ୍ଭବ ନୁହେଁ। ଗାଁରେ ବାପା, ବୋଉ, ତାଙ୍କ ସହିତ ମୋର ସାନଭାଇ ରମାପଦ ଓ ସାନ ଭଉଣୀ ନିର୍ମଳା। ପାଠ ପଢ଼ିବା ପାଇଁ ବହୁତ ଆଗ୍ରହ ଅଛି। ଭାବୁଛି ଆସନ୍ତା ବର୍ଷ ସାନ୍ଧ୍ୟ କଲେଜରେ ନାଁ ଲେଖାଇବି। ସାନ ଭାଇଟିକୁ ପାଖକୁ ନେଇ ଆସିବି। ତା' ଉପରେ ମୋର ବହୁତ ଆଶା, ସାର୍। ଭାରି ଭଲ ପିଲାଟି ସେ। ଭଲ ବି ପଢ଼ୁଛି। ତା'କୁ କୌଣସିମତେ ପାଠ ପଢ଼େଇ ମଣିଷ କରିଦେଲେ ଆମର ଅଭିଶପ୍ତ ପରିବାରଟି ଚିରଦିନ ପାଇଁ ମୁକ୍ତ ହୋଇଯିବ ବୋଲି ଭାବୁଛି। ସ୍ଥିର କରିଛି ତା'କୁ ଡାକ୍ତରୀ ପଢ଼ାଇବି। ମୋର ଇଞ୍ଜିନୟରିଂ ପଢ଼ିବା ପ୍ରାୟ ଇଚ୍ଛା ଥିଲା। ଏବେ ବି ଅଛି। କିନ୍ତୁ ମୁଁ ମୋ କଥାକୁ ଆକାଶ କଇଁଆ ଚିଲିକା ମାଛ ଭଳି ଭାବୁଛି। କିନ୍ତୁ ସାନ ଭାଇ ରମାପଦ କଥା, ଧ୍ରୁବସତ୍ୟ ଭଳି ଅନୁମାନ କରୁଛି। ପ୍ରତିଜ୍ଞା କରିଛି ତା'କୁ ନିଶ୍ଚୟ ପାଠ ପଢ଼େଇବି। ଗାଁଟା କେଉଁଠି? ମହାପାତ୍ର ସାହାବ ପଚାରିଲେ। ଆମ ଗାଁ ନାଁ ଶିପୁରା, ବାଲିଚନ୍ଦ୍ରପୁର ପାଖରେ। ଆପଣ ଜାଣିଥିବେ କି ନାହିଁ କହିପାରୁନି। ଚଣ୍ଡିଖୋଲଠାରୁ ଅଳ୍ପ ଦୂରରେ, ବାଲିଚନ୍ଦ୍ରପୁର ହାଟ ପଛକୁ। ବିରୂପା ନଈ କଡ଼ରେ ଅବସ୍ଥିତ। ହୁଁ। ମହାପାତ୍ର ସାହାବ ଗାଡ଼ି ଅଟକାଇ ଗାଡ଼ିରେ ତେଲ ଭର୍ତ୍ତି କଲେ। ପିଲାମାନଙ୍କ ପାଇଁ କିଛି ଫଳ ଆଣିଲେ। ତା'ରି ମଧ୍ୟରେ ପୁଣି ପଚାରିଲେ, ପ୍ରତି ମାସରେ ଘରକୁ କେତେ ଟଙ୍କା ପଠାନ୍ତି? କେଉଁ ମାସରେ ଶହେ, କେଉଁ ମାସରେ ଦେଢ଼ଶହ। ତେବେ ପ୍ରତି ମାସରେ ଶହେରୁ କମ୍ ପଠାଏନି। ମାଟ୍ରିକ୍ ପରୀକ୍ଷାବେଳେ ବାପା କିଛି ଜମିବନ୍ଧା ଦେଇଥିଲେ। ଏବେ ଭାବୁଛି ତା'କୁ ମୁକୁଳେଇ ଦେବି। ଆସନ୍ତା ମାସରେ ଗାଁକୁ ଯାଇ ପ୍ରଥମେ ଏଇ କାମଟା କରିବି। ସାନ ଭଉଣୀ ନିର୍ମଳାକୁ ଟିକେ କଟକ ନେଇ ଆସିବି। ଅଷ୍ଟମ ଶ୍ରେଣୀରେ ସେ ପଢ଼ୁଛି। ତା'ର ଦାନ୍ତ ଦି'ଟା ପୋକ କାଟୁଛି। ଭାରି ବ୍ୟସ୍ତ ହେଉଛି। ଡାକ୍ତର ପାଖରେ ସେ ଦାନ୍ତ ଦି'ଟା ନ ଓପାଡ଼ିଲେ ଅନ୍ୟ ଦାନ୍ତସବୁ ଖାଇଯିବ। ବାଧ୍ୟ ହୋଇ ସେ ଦାନ୍ତ ଦି'ଟା ଓପାଡ଼ି ଦେବି। ଆସନ୍ତା ମାସରେ ମୁଁ କ୍ୱାଟର ପାଇଯିବି। ପିଲାମାନେ ସବୁ କଟକ ଚାଲି ଆସିବେ ବାଦାମବାଡ଼ିରେ କ୍ୱାଟର ମିଳିବ। ଆପଣ ଗୋଟିଏ କାମ କରିବେ ଗୁରୁପଦ ବାବୁ! ମୋ କ୍ୱାଟର ପଛପଟେ ଦୁଇଟି ଆଟାଚ୍ ରୁମ୍ ଅଛି। ସେଥିରେ ଆପଣ ରହିଯିବେ। କୌଣସି ଅସୁବିଧା ହେବନି। ଅଫିସ ପାଖ ହେବ। ଏତେ ବାଟ ବି ଚାଲିବାକୁ ପଡ଼ିବ ନାହିଁ। ଗାଡ଼ି କାଠଯୋଡ଼ି ପୋଲ ପାରିହୋଇ ରାସ୍ତାର ଗୋଟିଏ ପାଖରେ ଛିଡ଼ାହେଲା। ଗୁରୁପଦ ଗାଡ଼ିରୁ ଓହ୍ଲାଇ ପଡ଼ିଲା। ଯାଆନ୍ତୁ ସୋମବାର ଦିନ ଏଇଠି ଛିଡ଼ା ହୋଇଥିବେ, ମୁୀଁ ଆସି ନେଇଯିବି। ଆଜ୍ଞା, ଗୁରୁପଦ ହାତଯୋଡ଼ି ନମସ୍କାର କଲା। ଗାଡ଼ିଟା ଆଗକୁ ଗଡ଼ି ଗଡ଼ି ଚାଲିଲା। ଘରେ ପହଞ୍ଚି ଗୁରୁପଦ କିଛି ସମୟ ପାଇଁ ଖଟ ଉପରେ ଶୋଇପଡ଼ିଲା। ଭାବିଲା କି ଅଡ଼ୁଆରେ ସେ ପଡ଼ିଲା। ବାଟରେ ଓ ଅଫିସରେ ମହାପାତ୍ର ସାହାବ ସବୁ ଯାହା କହିଲେ ସେ ତା' ଉପରେ କିଭଳି ଡିସିସନ ନେବ କିଛି ସ୍ଥିର କରିପାରିଲା ନାହିଁ। ବଡ଼ ଅଫିସର ତାଙ୍କ କଥା ନରଖିଲେ ସେ କ'ଣ ଭାବିବେ? ପରଦିନ ଥିଲା ରବିବାର। ଗାଁକୁ ଯିବା କଥା। କିନ୍ତୁ ନ ଗଲେ ଚଳିବ। ଚାଉଳ ଅଛି, ନଡ଼ିଆ ବି ଅଛି କେବଳ ଡାଲି ସରିଯାଇଛି। ରମାପଦ ପାଖକୁ ଚିଠି ଲେଖିଲେ ସେ ନେଇ ଆସିବ। ତା'ର ବି ଟିକେ କାମ ଅଛି।। କେତେଟା ବହି କିଣିବ, ଗତ ରବିବାର ଦିନ କହିଥିଲା। ଦାଣ୍ଡ ବାରଣ୍ଡାରେ ବସି ଦାଢ଼ି କାଟିବା ସମୟରେ ଭାବୁଥିଲା ଗୁରୁପଦ।